କାନ୍ଦି କାନ୍ଦି ହାଲିଆ ହେଇ ସେ ପଡ଼ିଗଲାପ୍ରାଣ ଛାଡ଼ି ଯିବ କି ସତେ! କିନ୍ତୁ ପ୍ରାଣ ଛାଡ଼ିଲା ନାହିଁ। ସେ ସହଜେ ଯିବାର ନୁହେଁ, ବଡ଼ ଝଅଟ।ତହିଁ ଆରଦିନ ସକାଳୁ ଉଠିଲା ବେଳକୁ ଅନେକଟା ଥଣ୍ଡା ପଡ଼ି ଆସିଲାଣି ଧରତୀ। ଫରଚା ଫାଟି ପଡ଼ୁଛି। ଗୋବର ପାଣି ଦାଣ୍ଡରେ ପକେଇ ଦେଇ ଅଗଣା ଝାଡ଼ି ବସିଲା ରତନୀ।ଛୁଆଟା ଶୋଇଥାଏ ରାତି ଘଡ଼ିଏ ଥାଉ ଉଠି କାଁ କାଁ ହେବ, ପୁଣି ଶୋଇ ପଡ଼ିଚି। ସେ ବାଟରେ ମଣିଷର ଛାଇବି ପଡ଼ି ନାହିଁ। କାଉ କାଆ କରିଥିବ ଆଉ କାହା ପିଢ଼ା ଉପରେ। ସେ ସେ ଶବଦ ଏତେ ଦୂରକୁ ଆସନ୍ତା କେମିତି ଏ ପଟରେ କୁଆବି ଉଡ଼ିନାହିଁ।ପିଣ୍ଡା ଲିପିବସି ରତନୀ ଭାବିଲା ଦିନ କ'ଣ ଏମିତି ଯିବ? ଦିନଯାଏ। ଦିନ ସମସ୍ତଙ୍କ ଯାଏଁ। ରତନୀ ଘର ସାମନାକୁ ସେଠି ଜଗେଇ ମହାନ୍ତି ଘର। ଜାତିରେ ଗୋଲାମ। ତା'ରବି ଦିନ ଯାଉଛି। ଗାଁସାରା ସମସ୍ତଙ୍କର ଦିନ ଯାଉଚି। ରତନୀରବି ଦିନ ଯିବ। ନଯିବ କାହିଁକି?ତେଣୁ ଭାଗୁ ମହାନ୍ତି ଆସି ପଛଆଡ଼ୁ ପଚାରିଲେ “ଶୁକ ଚାଲିଗଲା, କଲିକତା, କୋଉଦିନ କାହିଁକି?”ବାୟା ମା ଓଢ଼ଣା ଟାଣି ଆଣି, କଂସା ଖଡ଼ୁ ଉପରେ ଶଙ୍ଖା ମୁଠାକ ଝଣ କିନା କରି ସେ ‘ହଁ’ ଜଣାଇଲା।“ପଇସା କଉଡ଼ି କିଛି ଦେଇ ଯାଇଚିନା? ଚଳିବୁ କେମିତି?”ବାୟା ମା କିଛି ଜବାବ ଦେଲା ନାହିଁ।ଭାଗୁ ମହାନ୍ତି ପୁଣି କହିଲେ“ହଉ ହଉ, ଥାଉ ଦରକାର ପଡ଼ିଲେ ମୋତେ କହିବୁ।”କହି ଚାଲିଗଲେ ବାଟେ ବାଟେ।ବାଇୟା ମା ଲିପି ବସିଲା। ଗୋବର ପାଣି ଦେହରେ ନରମା ସୂର୍ଯ୍ୟ କିରଣ ଗୋଳେଇ ହେଇ, ଛୁଞ୍ଚ କନାରେ ପରସ୍ତେ ପରସ୍ତେ ଭାଙ୍ଗ ଖାଇ, ଛୁଞ୍ଚ ହାଣ୍ଡିର ଛାଇ ଭିତରେ ଅଳସ ଭାଙ୍ଗି, ମୁଣ୍ଡୁଳା କାଟି ଯାଉଥିଲା ପିଣ୍ଡା ଉପରେ।ନିଧିଆ ବୋଉ ଆସି ପଚାରିଲା “କିଲୋ? ଲିପା ପୋଛା ସଇଲା?”“କିଏ, ନିଧିଆ ବୋଉକି? ଆସ, ଆସ। ହଁ, ଏଇ ସଇଲାପରି!”“ମୁଁ ଯାଉଚି, କେତେ କାମ ଶୁକୁରା କହିଗଲା କେବେ ଆସିବ?”“କିଜାଣି ବର୍ଷେ କି ଛ'ମାସ, କେତେ ଦିନ ଲାଗିବ କିଛି ତ କହିଯାଇ ନାହାନ୍ତି।”“ମାସକୁ ମାସ ଟଙ୍କା ପଠାଇବ ତ?”“କିଜାଣି!”“ମଲାଲୋ ଛଟକ! ଘଇତା କଲିକତା ଗଲା ବୋଲି ମାଇପ ଆଉ ଦୁଆରେ ଗଳୁନି?”“ରାଗୁଚ, ନିଧିଆ ବୋଉ? ଆଖି ଛୁଚି ସେ ମୋତେ ପଦେକଥାବି କହି ଯାଇନାହିଁ?”“ଏ କି ଅଲାଗିଲା କଥା! କିଜାତିଆ ମିଣିପଟା କି ସେ! କ'ଣ କହିବି ତତେ ନିଧିଆ ବାପ ଯେତେବେଳେ ବଞ୍ଚିଥିଲା ଗୋଟାଏ ଦିନ ପେଇଁ କୋଉଠିକି ଯିବ ତ କଣ୍ଟ ଦେଇଯିବ ସେକାଳ ସେ କଥା ଆଉ କାହିଁ। ଏଣିକି ଏଣିକି ସ୍ତିରୀ ଗିରସ୍ତ ସବୁ କିମିତିକା ଛଡ଼ା ଛଡ଼ା ହେଇ ଯାଉଚନ୍ତି ଲୋ। ହଉ ଥା, ମୁଁ ଆସେ କେତେ କାମ ପଡ଼ିଚି ତେଣେ। ରେ ନିଧିଆ, ନିଧିଆରେ ଟୋକାଟାକୁ ମୁଁ ଆଉ ପାରିବିନି।”ନିଧିଆ ବୋଉ ଚାଲିଗଲା।ରତନୀ ଲିପାପୋଛା ସାରି, ବେଲା ଖଣ୍ଡକ ମାଜି, ପାଣି କଳସୀଟି ଧରି ପାଣିଆଣି ବାହାରିଲା। ମନରେ ଖାଲି ସେଇ କଥାଟା ଥରକୁଥର ଉଠୁଛି। ତାକୁ ସେ ଯେତେ ଲିପୁଛି, ସେ ଆଉ ପୋଛି ହେଉନାହିଁ“ସ୍ତିରୀ ଗିରସ୍ତ କିମିତିକା ଛଡ଼ା ଛଡ଼ା ହେଇ ଯାଉଚନ୍ତି ଲୋ ମା!”ସତେ କ'ଣ ଘଇତା ମାଇପେ ଛଡ଼ା ଛଡ଼ା ହେଇ ଯାଉଚନ୍ତି? ହେଉ ଯାଆନ୍ତି? ଶୁକୁରା କ'ଣ ତା'ଠୁ ଛଡ଼ା? ଦିନେ ସେ ଛଡ଼ା ଛଡ଼ା ଥିଲେ। ସେ ଦିନ କେହି କାହାକୁ ଦେଖି ନଥିଲେ ଜାଣି ନଥିଲେ ଚିହ୍ନି ନଥିଲେ।କେତେ ବା ଛଡ଼ା? ଏ ଗାଁ ଟପିଲେ ସେ ଗାଁ। ମଝିରେ ଏଇ ବିଲ କିଆରିକି? ସରୁ ନାଳଖଣ୍ଡ ବାଙ୍କ ଗୋହରି ପରି। ଦିଗଡ଼ କରି ଦେଇଛି ସେ ଗାଁ ବିଲ, ଏ ଗାଁ ବିଲକୁ। ଏଇତକ ଛଡ଼ା ତ!ଏ ଛଡ଼ାଟା କେତେ ଦୂରରେ ରଖିଥିଲା ସତେ ସେ ଦିହିଁଙ୍କି? କେହି କାହାକୁ ଚିହ୍ନନ୍ତି ନାହିଁ କେହି କାହାକୁ ଦେଖନ୍ତି ନାହିଁ ଦେଖି ନଥାନ୍ତି। ହୁଏତ ଦେଖିଥିଲେ, ଚିହ୍ନି ନଥିଲେ।ତା' ନୋହିଥିଲେ ଯୋଉଦିନ ସେ ତାକୁ ପହିଲୁ ଦେଖିଲା, ଏମିତି ଦେଖିଲା ଦେଖିଲା ପରି ଲାଗିଲା କେମିତି ତାକୁ। ଯେମିତି କେତେ ଦିନର ଚିହ୍ନା!